ଦର୍ଶକମନେ 'ଭଣ୍ଡ ଫରାସୀ ଯନ୍ତ୍ର' 'ଭଣ୍ଡ ଫରାସୀ ଯନ୍ତ୍ର' କହି ପାଟି କରି ଉଠିଲେ। ସଭା ଭିତରୁ ରଙ୍ଗମଞ୍ଚ ଉପରକୁ ଉଠି ଆସି କେତେ ଜଣ ଦର୍ଶକ ଦାବୀ କଲେ ଫରାସୀ ଯନ୍ତ୍ରନିର୍ମାତାକୁ ଏହି ଅଭିଯୋଗର ଉତ୍ତର ଦେବାକୁ। ସେ ପ୍ରକୃତରେ ତା ଠକାମି ଯନ୍ତ୍ର ଭିତରେ ମଣିଷଟାଏ ରଖି ଖେଳ ଖେଳାଉଛି କି କଅଣ ଜାଣିବା ପାଇଁ ସେମାନେ ଦାବୀ କରି ବସିଲେ। ଦର୍ଶକମାନଙ୍କ ପକ୍ଷରୁ ପ୍ରବଳ ଚାପ ପଡ଼ିବାରୁ ବିଚରା ନିଜ ଦୋଷ ସ୍ୱୀକାର କଲା। ଦର୍ଶକମାନେ ରଙ୍ଗମଞ୍ଚ ଉପରକୁ ଉଠି ଆସି ତା ଟେବୁଲଟିର ଆବଦ୍ଧ ଥିବା ତଳ ଅଂଶଟାକୁ ରାଗରେ ଫାଡି ପକାଇଲାରୁ ସେଥି ଭିତରୁ ବାହାରିଲା ଅଠେଇଶ ଇଞ୍ଚ ଉଚ୍ଚର ବାମନଟିଏ। ଦର୍ଶକମାନେ ଏହି ବାମନଟିକୁ ନ ଚିହ୍ନି ରହି ପାରିଲେନି। ଏହି ବାମନଟି ଥିଲା ଏକ ସମୟରେ ୟୁରୋପରେ ଶ୍ରେଷ୍ଠ ଚେସ୍ ଖେଳାଳୀ। ଏହି ବାମନଟିକୁ ହରାଇବା କାହାରି ପକ୍ଷରେ ସମ୍ଭବପର ହେଉ ନ ଥିଲା। ହଠାତ୍ ଦିନେ ଏହି ବାମନଟି ରହସ୍ୟଜନକ ଭାବରେ ଇଉରୋପରୁ ଅନ୍ତର୍ହିତ ହୋଇଗଲା। ପୋଲିସଠାରୁ ଆରମ୍ଭକରି ଗୋଇନ୍ଦାମାନେ ଏହାର କୌଣସି ଠାବ କରିପାରିଲେନି-। କିଏ କହିଲା–ଏହା ସାଧାରଣଙ୍କ ସହିତ ମିଳି ଚଳି ନ ପାରିବାରୁ ଆତ୍ମହତ୍ୟା କଲା; କିଏ କହିଲା, ଚେସ୍ ଖେଳାଳୀମାନେ ମିଳି ଏହାକୁ ମାରିପକାଇଲେ, ଏମିତି କେତେ କଣ ଗୁଜବ୍ ଉଠିଲା, ଏହି ବାମନ ସମ୍ପର୍କରେ। ହରଣଚାଳ ହେବା ପରଠାରୁ ବାମନ ରହିଲା ଏହି ଚଷମା ବ୍ୟବସାୟୀ ଘରେ ବନ୍ଦୀହୋଇ। ବାମନକୁ ଜୋର ଜବରଦସ୍ତି ଏହି ଟେବୁଲ ଭିତରେ ପୂରାଇ ଚଷମା ବ୍ୟବସାୟୀ ଆରମ୍ଭ କଲ। ତା'ର ନୂତନ ଖେଳ, ଯାନ୍ତ୍ରିକ ଚେସ୍ ଖେଳାଳୀ। ବାମନଟିକୁ ଟେବୁଲ ଭିତରୁ ବାହାର କରି ଆଣି ଦର୍ଶକମାନେ ସମସ୍ତଙ୍କୁ ଦେଖାଇବା ପାଇଁ ତାକୁ ଟେବୁଲ ଉପରେ ଠିଆ କରାଇଲା ବେଳକୁ ଦୁଇ ଜଣ ସାଦା ପୋଷାକ ପିନ୍ଧାଫରାସୀ ପୋଲିସ ଅଫିସର କେତେ ଜଣ ଜର୍ମାନ୍ ପୋଲିସ ଅଫିସରଙ୍କୁ ସଙ୍ଗରେ ଧରି ସେଠି ହାଜର ହୋଇଗଲେ। ହାତରେ ସେମାନଙ୍କର ଚଷମା ବ୍ୟବସାୟୀକୁ ଏରେଷ୍ଟ କରବାର ପରଓ୍ୱାନା, ଚଷମା ବ୍ୟବସାୟୀର ହାତକୁ ଓ୍ୱାରିଣ୍ଟି ବଢ଼ାଇ ଦେଇ ଫରାସୀ ପୋଲିସ ଅଫିସର କହିଲେ, 'ଆପଣ ଓ ଆଉ ଏହି ବାମନଟି ବର୍ତ୍ତମାନ ଆମ ଠାରେ ବନ୍ଦୀ। ' ସେମାନଙ୍କ ହାତରେ ହାତକଡ଼ି ପିନ୍ଧାଉ ପିନ୍ଧାଉ କହିଲେ, 'ସାରା ଜନତାକୁ ଠକାଇ ଅର୍ଥ ଉପାର୍ଜ୍ଜନ କରିବା, ବାମନକୁ ହରଣଚାଳ କରିବା ଓ ଅଟକ କରି ରଖିବା ଏବଂ ବାମନକୁ ଧମକ ଚମକ ଦେଖାଇ ତା'ଠାରୁ କାମ ଆଦାୟ କରିବା ଏହି ସବୁ ଅପରାଧରେ ଆଜି ତୁମକୁ ଆରେଷ୍ଟ କରାଯାଉଛି। ତମର ଏହି ଦୋଷବିଚାର ନ ହେବା ପର୍ଯ୍ୟନ୍ତ ତୁମକୁ ବନ୍ଦୀଭାବରେ ରଖାଯିବ। ଇଉରୋପର ମୋକଦ୍ଦମା ଇତିହାସରେ ଏ ହେଉଛି ସବୁଠାରୁ ରହସ୍ୟଜନକ ମୋକଦ୍ଦମା। ବିଚାରରେ ବିଚରା ଚଷମା ବ୍ୟବସାୟୀ ଦୋଷୀ ସାବ୍ୟସ୍ତ ହୋଇ ସାତବର୍ଷ ସଶ୍ରମ କାରାଦଣ୍ଡର ଆଦେଶ ପାଇଲା। ବାମନଟିକୁ ଖଲାସ କରି ଦିଆଯାଇ ଫ୍ରାନ୍ସର ଏକ ଅନାଥାଶ୍ରମକୁ ପଠାଇ ଦିଆଗଲା। ଠିକ୍ ଯେଉଁ ଦିନ ଏହି ବିଚାର ଶେଷ ହେଲା, ସେହି ଦିନ ବୈଜ୍ଞାନିକ ଭେର୍ନନ୍ଙ୍କ ଏହି ଚେସ୍ ଖେଳାଳୀ ଯନ୍ତ୍ରର ପେଟେଣ୍ଟ ରାଇଟକୁ ଆମେରିକାର ସୁବିଖ୍ୟାତ ଆଇ. ବି. ଏମ୍ କମ୍ପାନୀ ଖରିଦ୍ କରିନେଲେ ଶହେ କୋଟି ଡଲାର ମୂଲ୍ୟରେ, ସେଥି ସହିତ ଏହି କଂପ୍ୟୁଟର ଯନ୍ତ୍ରକୁ ମଧ୍ୟ। ଏହି ଯନ୍ତ୍ର ଛାଞ୍ଚରେ ଛୋଟ ବଡ଼ ବହୁ ଚେସ୍ ଖେଳାଳୀ ଯନ୍ତ୍ର ତିଆରି କରି ଆଇ. ବି. ଏମ୍. ଆଜିକାଲି ବଜାରରେ ବିକ୍ରୟ କରୁଛି। ଆଇ. ବି ଏମ୍. ରନିଉୟର୍କଠାରେ ଥିବା ପ୍ରସିଦ୍ଧ ପ୍ରଦର୍ଶନୀ ସୋ ରୁମରେ ଏହି ଭେର୍ନନ୍ଙ୍କ ତିଆରି ମୂଳ ଯନ୍ତ୍ର ରଖାଯାଇ ଲୋକମାନଙ୍କୁ ଦେଖାଯାଉଛି। ନିଉୟର୍କର ପଞ୍ଚମ